ଆଉସବୁ ମିଥ୍ୟା, ଅଳୀକ-। ପୃଥିବୀ, ଧର୍ମ, ଈଶ୍ୱର, ବିଶ୍ୱାସ, ନୀତିନିୟମ ଆଇନ୍ କାନୁନ ସବୁ ମନଗଢ଼ା। କପୋଳକଳ୍ପିତ-। ସାମାଜିକ ଦାୟିତ୍ୱବୋଧ ଲୋକଟିର ନାହିଁ। କାହିଁକି ବା ରହିବ? ଯେଉଁ ମାନଙ୍କର ଅଛି ସେମାନେ କ'ଣ ସ୍ୱର୍ଗକୁ ସିଡ଼ି ବାନ୍ଧି ସାରିଲେଣି? ସ୍ୱର୍ଗକୁ ସିଡ଼ି ପକାଇବା କ'ଣ ଏକମାତ୍ର ଆଭିମୁଖ୍ୟ! ମଣିଷ କ'ଣ ଖାଲି ଏଥିପାଇଁ ପଟା ପାଉତି ସାଙ୍ଗରେ ଧରି ଆସିଛି? ସୁତରାଂ କୌଣସି ନୈତିକ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ଆଉ ଦରକାର ନାହିଁ। ଲୋକଟି ଦେଖିଛି ତା'ର ପାରିପାର୍ଶ୍ୱିକ ବସ୍ତୁ ସକଳ ଦରମଲା, ରୋଗାକ୍ରାନ୍ତ, ନିର୍ଜୀବ, ରକ୍ତହୀନତା ଦୋଷରେ ଆକ୍ରାନ୍ତ। ତା' ଆଗରେ ଗୋଟିଏ ମାତ୍ର ରାସ୍ତା ଯାହା ସଫଳ ହୋଇ ସଂକୁଚିତ ହୋଇ ଲମ୍ବି ଯାଇଛି କେଉଁ ଏକ ଶୂନ୍ୟତାକୁ। ଲୋକଟି ରାସ୍ତାଉପରେ ଧାଉଁଚି ଅଣନିଃଶ୍ୱାସୀ ହୋଇ ଅଷ୍ଟବକ୍ର ଋଷିପରି। କେହି ଜଣେ ବି ଲୋକଟି କଥା ଶୁଣିବାକୁ ଇଚ୍ଛା କରିନି। ତା'ର ଦହନୀୟ ଅବସ୍ଥା ଆଡ଼କୁ ମୁହଁ ବୁଲେଇ ଚାହିଁନି, ପଛକୁ ଚାହିଁବା ଭୀରୁତା। କାପୁରୁଷତା। ପଛକୁ ମୁହଁ ବୁଲାଇ ଚାହିଁ ବା ଅର୍ଥ ଅନ୍ଧାରର ଗାଡ଼ ଭିତରକୁ ଆସ୍ତେ ଆସ୍ତେ ପାଦ ବଢ଼େଇବା। ତା'ପରେ ସହଜ ସରଳ ଭାବେ ଅନ୍ଧାରରେ ନିଶ୍ଚିହ୍ନ ହୋଇଯିବା। ବିନ୍ଦୁବିସର୍ଗ ପର୍ଯ୍ୟନ୍ତ ପାସୋରି ପକେଇବା। ସେଥିପାଇଁ ଆମେ ଏକମୁହାଁ ଆଗକୁ ଆମର ପାଦ। ଆଗରେ ଆମର ବହୁଦିନର ଈସ୍ପିତ। ପୃଥିବୀ। ଡେଙ୍ଗା ଡେଙ୍ଗା ସବୁଜ ଗଛ। ବରଫାକୃତ ସୁନ୍ଦର ପାହାଡ଼ ରାଶି ଉପରେ ପଟା ପଟା ଭାସମାନ ବଉଦର କିଆରୀ। ଜଙ୍ଗଲୀ ଚଢେଇଙ୍କ ଚିଁ ଚିଆଁ କିଚିରି ମିଚିରି ଶବ୍ଦ। ନୀଳ ଝରଣା। ଅଖଣ୍ଡ ଜ୍ୟୋତି। ସେଇ ଆମର ଭୂସ୍ୱର୍ଗ। ଗୋଲକ। ବୈକୁଣ୍ଠ। ଆମେ ଅଳ୍ପକେ ସନ୍ତୁଷ୍ଟ-। ଆମର ସ୍ୱପ୍ନ, ଆଶା, କାମନା, ଇନ୍ଦ୍ରିୟାନୁଭୂତି ସବୁ ସୀମିତ। ସଂକୁଚିତ। ଆମେ ଏକ ଏକ ମାଇକ୍ରୋସ୍କୋପିକ୍ ସେଲ୍। ସୃଷ୍ଟିର ଏଇ କ୍ରମ-ବିବର୍ତ୍ତନ ବାଦର ଧାରା ଅନୁଯାୟୀ ଆମେ ସମସ୍ତେ ରୂପାନ୍ତରୀତ ହେବାରେ ଲାଗିଛୁ। ଦାଶହଜାର ବର୍ଷ ତଳର ମଣିଷ ଆଜି ଆଉ ଜଣେ ହେଲେବି ଆଖିରେ ପଡ଼ୁନି। ଆଜିର ମଣିଷ ଏକ ପଲିସ୍ ମ୍ୟାନ୍। ତା'ର ଢଙ୍ଗଢାଙ୍ଗ, ଚାଲିଚଳନ, ବୁଦ୍ଧିବୃତ୍ତି, କଥାବାର୍ତ୍ତା, ଆଦବ କାଇଦା ସବୁ ପରିମାର୍ଜିତ। ସବୁଠି କେମିତି ଏକ ନିଉନେସ୍। ସାମାନ୍ୟ ଟିକିଏ ସୁଖ ଆଶାରେ କେଉଁ ମାନ୍ଧାତା ଅମଳରୁ ଆମେ ଧୂସର ଟାଙ୍ଗରା ଭୂଇଁରେ ଖଣ୍ଡାଧରି ଯୁଦ୍ଧ କରି ଆସୁଛୁ। ବାରମ୍ୱାର ନୀତିନିୟମ ବଦଳେଇ। ମହାପୁରୁଷଙ୍କ ଅମରବାଣୀ ଉଦ୍ଧାର କରି ଟାଣୁଆ ରାସ୍ତା ଉପରେ ସକଳ ଶକ୍ତିକୁ ନିୟୋଜିତ କରୁଛୁ। ଆମର ଲକ୍ଷ୍ୟ ହାସଲ ହୋଇନି। ଆମେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ପାରିନୁ। ଏପର୍ଯ୍ୟନ୍ତ ଆମରି ଖୋଳ ଦିନକୁ ଦିନ ପାଗଳ ହୋଇ ଆସୁଛି। ମୁଖା ଖସିପଡ଼ୁଛି। ଧୀର ନିଃସଂକୋଚ ଭାବେ ଆମେ ଚୁପ୍ଚାପ୍ ଖସି ପଳେଇ ଯାଉଛୁ ଗୋଟିକ ପରେ ଗୋଟିଏ। କେହି ଆମକୁ ଅଟକାଇ ରଖି ପାରୁନାହାନ୍ତି। କେହି ଆମ ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରି ପକାଉନି। ଲୋକଟି ଏସବୁ ଘଟଣା ପ୍ରବାହକୁ ପ୍ରତ୍ୟେହ ନିଜର ଫୁଙ୍ଗୁଳା ଆଖିରେ ଦେଖିଛି। ଖୋଲା ମନନେଇ କଥାଟାକୁ ବୁଝିବାକୁ ଚେଷ୍ଟା କରୁଛି। ସମୟ ପ୍ରତି ଯଥେଷ୍ଟ ସଚେତନ ଥିବା ସତ୍ତ୍ୱେ ବି ଲୋକଟି ଜାଣି ପାରୁନି। କେମିତି ତା'ର ଆଖି ଆଗରୁ ଚୋର ପରି ଲୁଚିଛପି ଦାରୁଣ ସମୟ ପଳାଇ ଯାଇଛି। ମୁହୂର୍ତ୍ତକ ପାଇଁ ଲୋକଟି ପିଲାଙ୍କ ପରି କାନ୍ଦୁଛି। ନିଜର ବୋକାମି ପାଇଁ ନିଜ ଉପରେ ରୁଷି ଅଭିଯାନ କରୁଛି। ଏମିତିକି ଧକ୍କା ଥରକୁ ଥର ଖାଇ ଲୋକଟି ପଥର ପରି ଟାଣ ହୋଇଗଲାଣି। ତା'ର ସବୁ ଇମୋସନ୍, ସେଣ୍ଟିମେଣ୍ଟ୍ କୁଆଡ଼େ ଉଭେଇ ଗଲାଣି। ସେ ସବୁ ପୁରୁଣାକାଳିଆ କନସେପ୍ଟ ଉପରେ ଲୋକଟିର ବିଶ୍ୱାସ ନାହିଁ। ସୁତରାଂ ତା' ପ୍ରତି ସମବେଦନା ନ ଦେଖାଇଲେବି ସେ ଦୁଃଖ କରିନି। ଭାଙ୍ଗି ପଡ଼ିନି। ତା'ର ବିଶ୍ୱାସହିଁ ସେ ନିଜେ ଓ ତା'ର ଦୀର୍ଘ ନୀରବତା। ନୀରବତା ତା'ର ସଖା ବନ୍ଧୁ, ଯେ କି ତା'ର ସୁଖଦୁଃଖରେ ଭାବର ଆଦାନପ୍ରଦାନ କରେ। ତାକୁ ସାନ୍ତ୍ୱନା ଦିଏ। ତାକୁ ବୁଝେଇ ସୁଝେଇ କହେ, ''ଲାବୋରଟେରୀର ମଣିଷ ତୁ। ଏମିତି ଭାଙ୍ଗି ପଡ଼ିଲେ ଚଳିବନି। '' ଲୋକଟି ପରମୁହୂର୍ତ୍ତରେ ସତେଜ ଦେଖାଯାଏ। ଶତସିଂହର ବଳ ଆସିଯାଏ। ନୀରବତାକୁ କୋଳରେ ଧରି ପାଇଲାବେଳେ ସେ ସତ୍ୟକୁ ଦେଖେ।